ସାଗରୀକା ପୁଣି କାନ୍ଦିଲା। ଆଜି ତା'ର ଅତୀତର ଲୁଚିଗଲା ଦିନର ସବୁ ଛପିଗଲା କଥାଗୁଡ଼ାକ ଗୁଡ଼େଇ ତୁଡ଼େଇ ହୋଇ ମନେପଡ଼ୁଛି। ସେ କେତେ। ଚେଷ୍ଟା ନ କରିଛି ଏହି ନୀହାରକୁ ଆଉ ତା' ସହିତ ସଂପୃକ୍ତ ସବୁ ଘଟଣାକୁ ଗୋଟି ଗୋଟି କରି ଭୁଲିଯିବାକୁ। କିନ୍ତୁ କି ଦୁର୍ବଳ ସେ। କେଡ଼େ ଚତୁର ନୀହାର। ଠିକ୍ ଏଇପରି ଗୋଟିଏ ଗୋଟିଏ ଦୁର୍ବଳ ମୁହୂର୍ତ୍ତରେ ନୀହାରର ସ୍ମୃତି ତା' ଆଖି ଆଗରେ ଭାସି ଉଠେ। ନୀହାରର ହସିଲା ହସିଲା ମୁହଁ ବିଦ୍ରୂପ କଲା ଭଙ୍ଗୀରେ ପଚାରେ–''ବାଃ ଭାରୀ ମନେରଖିଛ ସାଗର–ବେଶ୍ ଚିଠି ଦେଲ। ଏଇ ତମର ପ୍ରେମ–ଏମିତି ତମର ଆନ୍ତରିକତା''–ରାଗ ଅଭିମାନରେ ସେଇ କାଳ୍ପନିକ ନୀହାରର ନାକପୁଡ଼ା ଫୁଲି ଉଠେ। ଆଖିରେ ଲୁହ ଆଉ ରାଗ ଏକାଠି ମିଶି ଳହଡ଼ି ଭାଙ୍ଗନ୍ତି। ସାଗରୀକା ସେ ଦୃଶ୍ୟ ସହିପାରେନା। ସେ ସ୍ମୃତି ତା' ଛାତି ଭିତରେ ବିଷାକ୍ତ ଶର ଭଳି ଭେଦିଯାଏ। ସେ ଧାଇଁ ପଳାଏ ତା'ର ସହକର୍ମିଣୀମାନଙ୍କ ପାଖକୁ। ଇରା, ଇନ୍ଦିରା, ବାସନ୍ତୀ ପ୍ରଭୃତିଙ୍କ ମେଳରେ ହସି ହସି ସେ ନୀହାରକୁ ଭୁଳିବାକୁ ଚେଷ୍ଟା କରେ। ପ୍ରେମିକ ନୀହାରକୁ। ଯେ ପ୍ରେମ ଲାଗି ଜୀବନର ସବୁ କିଛି ଅମ୍ଳାନ ବଦନରେ ଅକାତରରେ ବଳି ଦେଇଛି। ସାଗରୀକାର ସ୍ନେହ ଓ ପ୍ରେମର ଗର୍ବରେ ଦୁନିଆର ଅଜସ୍ର ନିନ୍ଦା ଅପବାଦକୁ ଖାତିର୍ ନ କରି ବଞ୍ଚିଛି। ଆଉ ତା'ର ପ୍ରତି କବିତାରେ ସେ ଖୋଜିଛି ସାଗରୀକାକୁ, ତା'ର ଅନ୍ତରର ପ୍ରାଣର ପ୍ରକୃତ ନାରୀକୁ। ଯାହାକୁ ସେ ଭଲପାଇଥିଲା। ଯେଉଁ ଭଲପାଇବା ସାଧାରଣ ଭଲପାଇବା ଠାରୁ ଭିନ୍ନ। ଯେଉଁ 'ପ୍ରେମ' ଲାଗି ତା'ର ଲାଭ ଅପେକ୍ଷା କ୍ଷତି ହୋଇଛି ବେଶୀ। ଆଜି ସେଇ ଆଦର୍ଶ ଉଦାର ପ୍ରେମ-ସର୍ବସ୍ୱ ନୀହାରର କଥା ତା'ର ମନେପଡ଼ୁଛି। ସେ କୁଆଡ଼େ ଯିବ। କାହା ପାଖକୁ ଯିବ। କେହି କୁଆଡ଼େ ନାହାନ୍ତି। ସେ ଏକୁଟିଆ ସମ୍ପୂର୍ଣ୍ଣ ଏକାକୀ। କେହି କୁଆଡ଼େ ନାହାନ୍ତି। ସ୍କୁଲ ଦୁଇ ଦିନ ହେଲା ଛୁଟି ହୋଇଗଲାଣି। ଇରା, ଇନ୍ଦିରା, ବାସନ୍ତୀ, ବନଲତା ସମସ୍ତେ ନିଜ ନିଜ ଘରକୁ ଗଲେଣି। ସେ ଯାଇପାରିନି। ଯିବାକୁ ଇଚ୍ଛା କରିନି-। ବାରିପଦାର ମୁଣ୍ଡଫଟା ଖରାରେ ବି ସେ ରହିଛି। ଘରେ ବାହାରେ ସବୁଠି ଗ୍ରୀଷ୍ମର ପ୍ରଖରତା-। ତଥାପି ସେ ବାରିପଦାର ଅସହ୍ୟ ଗ୍ରୀଷ୍ମରେ ନିଜକୁ ପୋଡ଼ି ଜାଳି ଏଇଠି ପଡ଼ିଛି। ତା'ର କୁଆଡ଼େ ଯିବାକୁ ଇଚ୍ଛା ନାହିଁ କି ଆଗ୍ରହ ନାହିଁ। କୁଆଡ଼େ ବା ସେ ଯିବ। ବୋଉ ଚିଠି ଲେଖିଥିଲା; ଘରକୁ ଯିବାକୁ। କିନ୍ତୁ ପୁରୀ ଯିବାକୁ ତା'ର ଜମା ଆଗ୍ରହ ନାହିଁ। ସେଠାରେ ସେ ଶାନ୍ତିରେ ଗୋଟିଏ ମୁହୂର୍ତ୍ତ ବି ରହିପାରିବନି। ସେଇ ଘର, ସେଇ ରାସ୍ତା, ସେଇ ସମୁଦ୍ରକୂଳ ସବୁଠି ନୀହାରର ସ୍ମୃତି। ନୀହାର ସିନା ସେଇଠି ନାହିଁ। କିନ୍ତୁ ସେଇ ଗୋଡ଼ି ମାଟି, ଆକାଶ ପୃଥିବୀ, ବାଟଘାଟ ସମସ୍ତେ ନୀହାର ଓ ସାଗରୀକା ଦୁହିଁଙ୍କୁ ଜାଣନ୍ତି। ସେମାନେ ତାକୁ ପ୍ରତି ପଦେ ପଦେ ନୀହାର କଥା ପଚାରିବେ-। ନୀହାରର ସ୍ମୃତି ଛାଇ ଭଲି ତା'ର ପଛେ ପଛେ ଲାଗିଥିବ। ତାକୁ ମୁହୂର୍ତ୍ତେ ହେଲେ କେଉଁଠି ଶାନ୍ତିରେ ରଖେଇ ଦେବନାହିଁ। ସେ ଯିବ କେମିତି? ସେଠି ଚଳିବ କେମିତି? ଗଲା ପୂଜା ଛୁଟିରେ ସେ ଘରକୁ ଯାଇଥିଲା। ବହୁ ଦିନ ପରେ ଘରେ ପହଞ୍ଚି ବାପା ଓ ବୋଉଙ୍କୁ ନମସ୍କାର କରି ଯେତେବେଳେ ଉପର ମହଲାକୁ ଉଠିଗଲା, ସେତେବେଳେ ଉପର ଘର ଏରୁଣ୍ଡି ଡେଇଁ ଭିତରକୁ